ଆଲୋକ ଜଳାଇବାର ସାହସ ତାଙ୍କର ନ ଥିଲା। ସେ ଭାବି ପାରୁ ନ ଥିଲେ ଜୟନ୍ତ ପ୍ରବେଶ କରିବାର ପଦଶବ୍ଦ ସେ ଶୁଣିଲେ ଅଥଚ ପୁଣି ଦ୍ୱାରଦେଶରେ କାହାର ପଦଶବ୍ଦ ଶୁଭିଲା। ସେ ଖୁବ୍ ଚଞ୍ଚଳ ନିଜକୁ ଏକ ପିଲର୍ ଆଢ଼ୁଆଳରେ ଲୁଚାଇ ନେଲେ। ଯେଉଁ ପିଲରଟା କି ଉଭୟ ପ୍ରବେଶ ପଥ ଆଉ ଗୃହ ଭିତରର ଦୃଷ୍ଟିରୁ ତାଙ୍କୁ ଲୁକ୍କାୟିତ କରୁଥିଲା। ପ୍ରବେଶକାରୀ ଅଥବା ଯେ କୌଣସି କୋଠରିର ବ୍ୟକ୍ତି ସେଠାରୁ ତାଙ୍କୁ ଦେଖି ପାରିବାର ଅବକାଶ ନ ଥିଲା। ଏ ଥର ଆଗନ୍ତୁକ ହାତର ଟର୍ଚ୍ଚ ଜଳିଉଠିଲା। ଏ ଯେ ଜୟନ୍ତ ସେ ନିଶ୍ଚିତ ଭାବରେ ଜାଣି ପାରିଥିଲେ। କିନ୍ତୁ ସେ ଏତେ ବିଳମ୍ବ କଲା କାହିଁକି? ଆଉ ଯାହାର ପଦଶବ୍ଦ ଭିତରୁ ଶୁଣିଲେ ସେ କିଏ? ଜୟନ୍ତର ଟର୍ଚ୍ଚର ଆଲୋକ ପ୍ରତ୍ୟେକ କୋଠରି ଉପରେ ଖେଳି ବୁଲୁଥିଲା। ବାହାରୁ କବାଟଗୁଡ଼ିକ ବନ୍ଦ ଥିଲା। ଶେଷରେ ତାଙ୍କର ଟର୍ଚ୍ଚର ଲୋ ଆଲୋକ ଯେଉଁ ଦ୍ୱାର ଉପରେ ସ୍ଥିର ରହିଗଲା ତାହା ମୁକୁଳା ରହିଥିଲା। କିଏ ଅଛି? ଜୟନ୍ତଙ୍କର ସ୍ଵ କଣ୍ଠସ୍ୱର ନିସ୍ତବ୍ଧ ବାତାବରଣରେ ପ୍ରତିଧ୍ୱନିତ ହୋଇଉଠୁଥିଲା। ଆଶ୍ଚର୍ଯ୍ୟ। କାହାରି ପ୍ରତିଉତ୍ତର ନ ଥିଲା। ପୁଣି ଯେତେବେଳେ ଜୟନ୍ତଙ୍କ କଣ୍ଠସ୍ୱର ମୁଖରିତ ହୋଇ ଉଠିଲା ଶତ୍ରୁଜିତ୍ ଶୁଣିବାକୁ ପାଇଲେ ସେହି କୋଠରି ଭିତରୁ ଏକ କ୍ଷୀଣ ଚିତ୍କାର। ଯେପରି ମୁଖ ଭିତରେ ଲୁଗା ଭର୍ତ୍ତି କରି ବାନ୍ଧି ରଖିଲେ ଶବ୍ଦ ନିଃସୃତ ହୁଏ। କିନ୍ତୁ ପରମୁହୂର୍ତ୍ତରେ ଭିତରେ କୌଣସି ଏକ ଭାରୀ ଜିନିଷର ପତନ ଶବ୍ଦ ଶୁଣିଲେ ଶତ୍ରୁଜିତ୍। ତା ପରେ କ୍ଷୀଣ ଚିତ୍କାର। ସେ ଉଦ୍ବିଗ୍ନ ହୋଇ ସେହି ଆଡ଼କୁ ଦୌଡ଼ିବାରେ ଲାଗିଲେ। ପୁଣି ତାଙ୍କର ମନେ ହେଲା କିଏ ଦୁଇ ଜଣ ଯେପରି କ୍ଷିପ୍ର ବେଗରେ ତାଙ୍କୁ ଅତିକ୍ରମ କରିଗଲେ। ଭିତରେ ଧସ୍ତାଧସ୍ତିର ଶବ୍ଦ। ଶତ୍ରୁଜିତ୍ କଣ କରିବେ ସ୍ଥିର କରି ପାରିଲେ ନାହିଁ। କୋଠରି ଭିତରେ ସୂଚୀଭେଦ୍ୟ ଅନ୍ଧକାର। ଜୟନ୍ତଙ୍କର ଶବ୍ଦ ସେ ଶୁଣୁ ନ ଥିଲେ। ହଠାତ୍ କଣ କରିବେ ନ କରିବେ ଭାବିବା ପୂର୍ବରୁ ତାଙ୍କର ହସ୍ତସ୍ଥିତ ଟର୍ଚ୍ଚ ଜଳିଉଠିଲା। ତିନି ଜଣ କଳା ପୋଷାକ ପରିହିତ ବ୍ୟକ୍ତି ଅନ୍ୟ ଗୋଟିଏ କଳା ପୋଷାକ ପିନ୍ଧିଥିବା ଲୋକକୁ ଆକ୍ରମଣ କରୁଥିଲେ। ହଠାତ୍ ତାଙ୍କ ବାମ ହାତ ଉପରେ କିଏ ଜଣେ ଖୁବ୍ ଜୋରରେ ଆଘାତ କଲା। ଟର୍ଚ୍ଚଟି ତାଙ୍କ ହାତରୁ ଛିଟିକି ଯାଇ ଖଣ୍ଡେ ଦୂରରେ ପଡ଼ିଗଲା। ସେ ଅନ୍ୟ କୌଣସି ପଦକ୍ଷେପ ନେବା ଆଗରୁ କୋଠରି ଭିତରେ ଧସ୍ତାଧସ୍ତିରେ ବ୍ୟସ୍ତ ରହିଥିବା ଲୋକମାନେ ଭିତରୁ ବାହାରି ଆସିବାକୁ ଲାଗିଲେ। ଆଉ ସେ ନିଜେ କାହାର ଏକ ସୁଦୃଢ଼ ବାହୁ ଦ୍ୱାରା ଏପରି ଭାବରେ ବନ୍ଦୀ ହୋଇ ଥିଲେ ଯେ ତାଙ୍କର ଆଉ କୌଣସି କର୍ତ୍ତବ୍ୟ ନ ଥିଲା। ସେ କିଂକର୍ତ୍ତବ୍ୟବିମୂଢ଼ ଭାବରେ ଅନ୍ଧକାର ଭିତରେ ଅପସରି ଯାଉଥିବା ପଦଶବ୍ଦ ଶୁଣିପାରିଥିଲେ। କେତେକ ମୁହୂର୍ତ୍ତ ପରେ ଏକ ଗତିଶୀଳ ଯାନର ଶବ୍ଦ ତାଙ୍କର କର୍ଣ୍ଣକୁହରରେ ପ୍ରବେଶ କରିବାରେ ଲାଗିଲା। ପ୍ରତିରୋଧ କରିବାର ସମ୍ ସମସ୍ତ ସାମର୍ଥ୍ୟ ସେ ହରାଇ ବ ସାରିଥିଲେ। ତାଙ୍କର ହସ୍ତପଦରେ ସେ କଠିନ ରଜ୍ଜୁର ସ୍ପର୍ଶ ଅନୁଭବ କରୁଥିଲେ। ତା ପରେ କେତେ ଜଣ ତାଙ୍କୁ ସେହି କୋଠରି ଭିତରକୁ ନେଇ ଆସି ଚଟାଣ ଉପରେ ଗଡ଼ାଇ ଦେଲେ। ତାଙ୍କର ମନେହେଲା କେହି ଜଣେ ସେହି କୋଠରିରେ ଥିବା ଟେଲିଫୋନ୍ ରିସିଭର ଉତ୍ତୋଳନ କଲା। ହ୍ୟାଲୋ ପୋଲିସ ଷ୍ଟେସନ ହଁ ଲିଙ୍କ୍ ରୋଡ଼ସ୍ଥ ଆପଣଙ୍କ ଦ୍ୱାରା ସିଜ୍ ହୋଇଥିବା କୋଠରିରେ ଅସହାୟ ଅବସ୍ଥାରେ ମି ଜୟନ୍ତ ପଡ଼ିଛନ୍ତି। ତାଙ୍କୁ ଶୀଘ୍ର ଉଦ୍ଧାର କରନ୍ତୁ। ତା ପରେ ରିସିଭରଟି ରଖିଦେବା ପରେ ପରେ ସେମାନଙ୍କର ପ୍ରସ୍ଥାନୋଦ୍ୱୟୋତ୍ଵ ପଦଶବ୍ଦ ଶତ୍ରୁଜିତ୍